'' ''ମାରତା ଦୁନିଆ। ଦୁନିଆଯାକ ଲୋକେ ଗୁହ ଖାଇବେ ବୋଲି ମୁଁ ବି ଗୁହ ଖାଇବି। '' ''ଏ ତ ଗୋଟାଏ ପାଠ-ବିଦ୍ୟା। ଏ ଆଉ କୋଉଁ ଗୁହ ଖିଆ କଥା? ଆଗେ ଓଡ଼ିଆ, ବଙ୍ଗଳା, ଫାରସୀ, ନାଗରୀ ଚାରିପାଠ ପଢ଼ୁଥିଲେ, ଆଜିକାଲି ଏ ନୂଆ ପାଠ ଇଂରାଜୀ ବାହାରିଛି। ବୁଦ୍ଧିଆ ଲୋକ ଯେ, ସେ ଏ ପାଠ ପଢ଼ିଯିବେ। ପଢ଼ି ଆସି ତମରି ଉପରେ ହାକିମି କରିବେ, ଘୋଡ଼ା ଚଢ଼ିବେ, ତମେ ବସିଥା। '' ହଁ, ହଁ, ଘୋଡ଼ା ଚଢ଼ିବେ। ତମରି ଲାଗି। ତମ ମୂର୍ଖଙ୍କ ଲାଗି। ତମେ ପିଠି ପତେଇ ଦବ–ସେ ଚଢ଼ିବ ନାହିଁ? ମୂର୍ଖ, ପାଷଣ୍ତଗୁଡ଼ାକ, ଠାକୁର ବାହ୍ମୁଣ ଭୁଲି ତାଙ୍କୁଇ କାନ୍ଧରେ ବସେଇଚ-। ମରୁନ? ଗୁହ ଖାଉନ? ଛୋଟ ଜାତି–ଛୋଟ ବୁଦ୍ଧି। '' ''ଖାଲି ତୁଚ୍ଛାଟାରେ କ'ଣ ବସେଇଚୁ କାନ୍ଧରେ? ଗୁଣ ଅଛି, ବିଦ୍ୟା ଅଛି ବୋଲି ତ ବସେଇଚୁ ତାଙ୍କୁ। ତାଙ୍କୁ ତ ପୂଜା କରୁନୁ–ତାଙ୍କ ବିଦ୍ୟାକୁ ପୂଜା କରୁଚୁ। '' ହଁ, ହଁ, ବିଦ୍ୟା–ବିଦ୍ୟା–କି ବିଦ୍ୟାବେ। ବିଦ୍ୟାକୁ ପୂଜା କରୁଚନ୍ତି। କୋଉ ବାପ ଜନ୍ମକେ ପୂଜା କରି ଶିଖିଥିଲେ ନା ପୂଜା–ପୂଜା–ପୂଜା ଦେଖଉଚନ୍ତି। ଆରେ ବିଦ୍ୟାକୁ ପୂଜା କରୁନ ଯେ–କୁବେରକୁ ପୂଜା କରୁଚ–କୁବେରକୁ। ଇଂରେଜୀ ପାଠରେ ବିଦ୍ୟା ନ ଥାଏ, ଥାଏ ପଇସା, ଧନ। ଲୋକେ ଇଂରାଜୀ ପାଠ ପଢ଼ନ୍ତି ପଇସା ଅର୍ଜନ କରିବାକୁ–ବିଦ୍ୟା ଅର୍ଜନପାଇଁ ନୁହେଁ। ତମେ ପୂଜା କର ତାଙ୍କ ପଇସାକୁ–ତାଙ୍କ ପଇସା ଅର୍ଜନ କରିବାର କ୍ଷମତାକୁ–ବିଦ୍ୟାକୁ ନୁହେଁ। ବିଦ୍ୟା କ'ଣ ପଣ୍ତିତ ବାହ୍ମୁଣଙ୍କର ନାହିଁ? '' ''ଏଗୁଡ଼ାକ ତମର ଅତି କଥା ନନା–ବରଷ ବରଷ ଧରି ଟଙ୍କା କଉଡ଼ି ସାରି ହାଡ଼ଭଙ୍ଗା ଖଟଣି ଖଟି ପାଠ ହାସଲ କରୁଛନ୍ତି ଆମ ପିଲାଏ–ଟିକିଏ ହେଲେ ବିଦ୍ୟା ଶିକ୍ଷା ହଉନାହିଁ ସେଥିରେ-? '' ''ପହିଲମାନ ଦେଖିଛ? ପହିଲମାନଠୁ ବେଶି ମେହନତ୍ କିଏ କରେ? ସକାଳୁ ଏତେ ନାଚି କୁଦି, ଛେଚି ବାଡ଼େଇ କେତେ ମାଣ ଜମି ଚଷେ ସେ କହିଲୁ? ଏ ପାଠ ସେଇୟା। '' ''ତଥାପି କେତେ କଥା ଜାଣନ୍ତି ପିଲାଏ–ଆଖି ଖୋଲି ଯାଏଁ। '' ''ହଁ, ହଁ, କିଏ ମନା କରୁଛି। ଲୋକଙ୍କ ଆଖି ଖୋଲି ଯାଏଁ। ଲୋକେ ଚାଲାକ ଚତୁର ହେଇ ଆଚ୍ଛା କରି ପଟି ଚଢ଼େଇ ଶିଖନ୍ତି। ଇଂରାଜୀ ପାଠ ନୁହେଁ ଏ ଲୋକଙ୍କୁ ଠକିବାର ନୂଆ ଫନ୍ଦ-। ପୁରୁଣା ଚାଲାକି ଆଉ ପଟୁ ନାହିଁ ଏ ବାବୁଭାୟାଙ୍କର। ଲୋକେ କିରିମେ ସିହାଣ ହୋଇଗଲେଣି-। ସାହୁ ମହାଜନ ଜମିଦାରଙ୍କ କରାମତି ଆଉ କାଟୁ ନାହିଁ। ସେଥିପାଇଁ ଏ ନୂଆ ଫନ୍ଦି। ଏ ତମର ନୂଆ ଫନ୍ଦି–ତମେ ଯେତେ ଗରିବ ମୂର୍ଖ ପରଜାଙ୍କୁ ଶୋଷୁଚ, ଏ ତମର ନୂଆ ଫନ୍ଦି। '' ''ମୋତେ କାହିଁକି କହୁଚ ନନା–ମୁଁ ତ ନିଜେ ମୂର୍ଖ। '' ''ଆଉ କାହାକୁ କହନ୍ତି? ତମେଇ ତ ଦୋଷୀ। ତମେଇ ତ ଚଣ୍ତାଳ। ତମଠୁ ବଳି ଚଣ୍ତାଳ ଆଉ କିଏ ଅଛି? ତମେଇ ତ ସେ ଡକେଇତଙ୍କୁ ତଣ୍ଟି ପତେଇ ଦଉଚ–ସେ ଡକେଇତ ତିଆରି କରୁଚ–ତମକୁ ନ କହି। କହନ୍ତି କାହାକୁ? ତମେ କ'ଣ ଆଉ ଆଜିକାଲି ପୁରୁଣା ଲୋକଙ୍କୁ, ମୁଖିଆ ପଧାନଙ୍କୁ, ରଜା ଜମିଦାରଙ୍କୁ ମାନୁଚ? ତମର ଗୁରୁଗୋସେଇଁ ସେଇ ଏ. ଫେ. ବେ. ମେ କଲାବାଲା। ସେ ଯାହା କହିବେ ବେଦର ଗାର। ''ଏ କଥା କାହିଁକି ହଉଚି, ତମେ ବୁଝୁନାହଁ ନନା। ଜମିଦାର, ମହାଜନ, ପଣ୍ତିତ, ବାହ୍ମଣ, ମୁଖିଆ ପଧାନଙ୍କ ଜଞ୍ଜାଳ ତ ଦିନକୁଦିନ ବଢ଼ିଲା–'' ''ଚୁପ୍ ଚୁପ୍–ଆଉ ବେଶି ପାଟି କରନା। ବହୁତ ଶୁଣିଚି ସେ ଜାତିଆ କଥାଗୁଡ଼ାକ। ଶୁଣି ଶୁଣି ବଧିରା। ତମର କି ଦୋଷ। ଏ ପାଠ ତମକୁ ପଢ଼େଇଚନ୍ତି ସେଇ ଇଂରେଜୀ ପାଠୁଆଯାକ। ଆଉ ତାକୁ ନାଗରା ବାଡ଼େଇ ପ୍ରଚାର କରୁଚ ତମେ ଦରପାଠୁଆଯାକ। ପାଠୁଆଙ୍କଠୁ ତମେ ଏଇ ଦେଖାଶିଖାଗୁଡ଼ାକ ବେଶି ବିପଦ। କ'ଣ ନା–ଆମେ ଜୁଲମ କରୁଛୁ? ଆମ ଜୁଲମ ତମେ ଆଉ ରଖିଚ? ବାପ ଦାଦା, ଖୁଡ଼ୁତା ଜୁଡ଼ୁତା, ମଉସା ପିଉସା ବୋଲି ତମେ ଆମକୁ ମାନ୍ୟ କରୁଥିଲ–ଦିନ ଥିଲା–ଆମେ ନହେଲା କେତେବେଳେ କିମିତି ଚାପୁଡ଼େ ବିଧେ ତମକୁ ମାରି ଦଉଥିଲୁ–ଶାସନ କରିବା ଲାଗି। ସେ ନୋହିଲା। ଏବେ ଯା, ଇଂରାଜୀ ପାଠୁଆ ଓକିଲ, ମୃକ୍ତଚ, ଟାଡ଼ଟର, ମୋହରିରଙ୍କ ଶିଖାରେ ପଡ଼–ଜମିଦାର ମହାଜନଙ୍କୁ ନ ମାନ–ଧର୍ମାବତାର, ସାକ୍ଷାତ ଧର୍ମାବତାର ବସିଚନ୍ତି ମିସଲରେ–ସବୁଯାକ ଧର୍ମ ବିଚାର କରି ପକାଉଚନ୍ତି ଯମରାଜ।